କୌଣସି ପୋଷକ ସାମାନ୍ୟ ଅଭାବ ହେଲେ ଅଭାବଜନିତ ରୋଗ ହୁଏ ଓ ସ୍ଥାୟୀ ନଷ୍ଟ ମଧ୍ୟ ହୋଇପାରେ। ଅଧିକାଂଶ ଭିଟାମିନ୍ ଖାଦ୍ୟରେ ଥାଏ। ଭିଟାମିନ୍-କେ ଓ ବାୟୋଟିନ୍ ଅଣୁଜୀବଙ୍କ ଦ୍ୱାରା ଅନ୍ତନଳୀରେ ତିଆରି ହୁଏ। ସୂର୍ଯ୍ୟକିରଣରେ ଥିବା ଅଲ୍ଟ୍ରାଭାୟୋଲେଟ୍ ରଶ୍ମି ଚର୍ମରେ ଭିଟାମିନ୍-ଡି ପ୍ରସ୍ତୁତ କରେ। ଖାଦ୍ୟରେ ଥିବା ବିଟା-କ୍ୟାରୋନେଟ୍ରିକ୍କୁ ଭିଟାମିନ୍-ଏ ଓ ଆମିନୋ ଏସିଡ୍ ଟ୍ରିପ୍ଟୋଫେନ୍‌ରୁ ନିଆସିନ୍ ତିଆରି ହୁଏ।ଶରୀର ଗଠନ ସମାପ୍ତି ପରେ ସୁସ୍ଥ ଜୀବକୋଷ, ତି ତନ୍ତୁ ଓ ଅଙ୍ଗପ୍ରତ୍ୟଙ୍ଗ ରଖିବା ନିମନ୍ତେ ଭିଟାମିନ୍ ଆବଶ୍ୟକ। ଖାଦ୍ୟକୁ ରାସାୟନିକ ଶକ୍ତିରେ ପରିଣତ କରିବା ଓ ଶ୍ୱାସକ୍ରିୟାରେ ସାହାଯ୍ୟ କରିବା ନିମନ୍ତେ ଭିଟାମିନ୍ ଅତ୍ୟାବଶ୍ୟକ।ନିମ୍ନରେ ସାଧାରଣ ଖାଦ୍ୟ, ଯଥା: ପରିବା, ମାଛ କିମ୍ବା ମାଂସ ରାନ୍ଧିବା ଦ୍ୱାରା ହାରାହାରି ପ୍ରତିଶତ କ୍ଷତି ଦର୍ଶାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରନ୍ଧା ପରେ କେତେକ ଭିଟାମିନ୍ ଅଧିକ ଉପଯୋଗୀ ହୁଅନ୍ତି। ନିମ୍ନରେ ଗରମ ବାଷ୍ପ ଦ୍ୱାରା, ଫୁଟାଇବା ଦ୍ୱାରା ଓ ରାନ୍ଧିବା ଦ୍ୱାରା ଭିଟାମିନ୍ ଉପରେ କି ପ୍ରଭାବ ପଡ଼େ ଦର୍ଶାଯାଇଛି। କଟା ପରିବା ଉପରେ ବାୟୁ ତଥା ଆଲୋକର ପ୍ରଭାବ ଦେଖାଯାଇପାରେ। ପରିବା ପାଣିରେ ଫୁଟାଇଲେ ସେଥିରେ ଥିବା ଜଳ-ଦ୍ରବଣୀୟ ଭିଟାମିନ୍ ଜଳ ମଧ୍ୟକୁ ଚାଲିଯାଏ।ମନୁଷ୍ୟ କିଛି ଭିଟାମିନ୍ ଖାଇବା ଆବଶ୍ୟକ, ଅନ୍ତତଃ ଏହାର ଅଭାବଜନିତ ଅସୁବିଧାରୁ ରକ୍ଷା ପାଇବା ପାଇଁ। କିଛି ସମୟ ଧରି ଶରୀର ଭିଟାମିନ୍ ଅଭାବ ସମ୍ଭାଳି ନିଏ। ଭିଟାମିନ୍- ବି ଟୁଏଲ୍ଭ ଶରୀରରେ ତଥା ଯକୃତରେ ବୋହୁ ପରିମାଣରେ ଗଚ୍ଛିତ ଥାଏ। ଯୁବକମାନଙ୍କର ଖାଦ୍ୟରେ ଏ ଓ ଡି ଭିଟାମିନ୍ କିଛି ଓ ମାସ ଓ ବି-ବାର କିଛି ବର୍ଷ ଧରି ଅଭାବ ରହିବା ପରେ ଅଭାବଜନିତ ସମସ୍ୟା ଦେଖାଯାଏ। ବି-ତିନି ଦେହର ଦେହରେ ସ୍ୱଳ୍ପ ପରିମାଣରେ ଥାଏ, ଏଣୁ ଦୁଇ ସପ୍ତାହ ପରେ ଏହାର ଅଭାବ ଅନୁଭୂତ ହୁଏ। ଭିଟାମିନ୍-ସି ଅଭାବରେ ହେଉଥିବା ସ୍ ସ୍ ସ୍ ସ୍କର୍ଭି ରୋଗ ପୂର୍ବ ଖାଦ୍ୟାଭ୍ୟାସ ଅନୁସାରେ ଏକ ମାସରୁ ଛଅ ମାସ ପରେ ଦେଖାଯାଏ।ଭିଟାମିନ୍ ଅଭାବ ପ୍ରାଥମିକ ବା ଗୌଣ ହୋଇପାରେ। ଖାଦ୍ୟରେ ଯଥେଷ୍ଟ ପରିମାଣରେ ଭିଟାମିନ୍ ନ ଥିଲେ ପ୍ରାଥମିକ ଅଭାବ ହୁଏ। କିଛି ରୋଗ ଦ୍ୱାରା ବା କୌଣସି ଜୀବନଶୈଳୀ ଦ୍ୱାରା ଖାଉଥିବା ଖାଦ୍ୟ ଶୋଷିତ ହୋଇପାରେ ନାହିଁ, ଏଣୁ ଏହା ବ୍ୟବହୃତ ହୋଇପାରେ ନାହିଁ। ଏହିଭଳି ଅଭାବକୁ ଗୌଣ ଅଭାବ କହନ୍ତି। ଧୂମପାନ, ଅତ୍ୟଧିକ ମଦ୍ୟପାନ ଓ କେତେକ ଔଷଧ ଯୋଗୁ ଭିଟାମିନ୍ ଖାଦ୍ୟନଳୀରୁ ଶୋଷିତ ହୋଇପାରେ ନାହିଁ। ବିଭିନ୍ନ ପ୍ରକାର ଖାଦ୍ୟ ଖାଉଥିବା ଲୋକଙ୍କର ପ୍ରାଥମିକ ଅଭାବ ସମ୍ଭାବନା ବୋହୁତ କମ୍ ଥାଏ। ସୀମିତ ଖାଦ୍ୟ ଖାଉଥିବା ଲୋକଙ୍କର ଏହି ସମ୍ଭାବନା ଅଧିକ ରହେ ଓ ଯନ୍ତ୍ରଣାଧିକ ତଥା ସାଂଘାତିକ ରୋଗ ହୁଏ।ଥିଆମିନ୍ ଅଭାବ ଯୋଗୁ ବେରି-ବେରି, ନିଆସିନ୍ ଯୋଗୁ ପ୍ର ପେଲାଗ୍ରା, ଭିଟାମିନ୍-ସି ଯୋଗୁ ସ୍କର୍ଭି ଓ ଭିଟାମିନ୍-ଡି ଅଭାବ ଯୋଗୁ ରେକ୍ସ ରେକ୍ସ ଟେକ୍ସ ରୋଗ ହୁଏ। ବିକଶିତ ରାଷ୍ଟ୍ରମାନଙ୍କରେ ଉତ୍ତମ ଖାଦ୍ୟ ଖାଇବା ଯୋଗୁ ଓ ଖାଦ୍ୟରେ ଭିଟାମିନ୍ ମିଶ୍ରଣ ଯୋଗୁ ଭିଟାମିନ୍ ଅଭାବଜନିତ ରୋଗ ହୁଏ ନାହିଁ। ଏହି ଜଣାଶୁଣା ରୋଗ ବ୍ୟତୀତ ଅନ୍ୟ କେତେକ ରୋଗର ଭିଟାମିନ୍ ଅଭାବ ସହ ସମ୍ପର୍କ ଥିବା ପ୍ରମାଣ ମିଳୁଛି।ଅଧିକ ମାତ୍ରାରେ ଭିଟାମିନ୍ ଖାଇଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼େ। ଖାଦ୍ୟରେ ଅଧିକ ଭିଟାମିନ୍ ଖାଇବା ସମ୍ଭବପର ନୁହେଁ, କିନ୍ତୁ ଅଧିକ ଭିଟାମିନ୍ ଥିବା ଖାଦ୍ୟ ଖାଇଲେ ଏହା ସମ୍ଭବ ହୁଏ। ଏହାକୁ ଭିଟାମିନ୍ ବିଷ ମଧ୍ୟ କହନ୍ତି। ଅଧିକ ଭିଟାମିନ୍ ଖାଇଲେ ବାନ୍ତି ଲାଗେ, ବାନ୍ତି ହୁଏ ଓ ଝାଡ଼ା ହୁଏ। ଖରାପ ପ୍ରଭାବ ଦେଖିଲେ ଭିଟାମିନ୍ ମାତ୍ରା କମାଇ ଦିଆଯାଏ। ମଣିଷର ସ୍ୱସ୍ଥ୍ୟ, ବୟସ ଓ ନିଜସ୍ୱ ପ୍ରତିରୋଧ ଶକ୍ତି ଉପରେ ବିଷାକ୍ତ ପ୍ରଭାବ ନିର୍ଭର କରେ।ଆମେରିକାରେ ମସିହା ରେ ଏହି ବିଷାକ୍ତ ପ୍ରଭାବ ଭୋଗିଥିବା ବାସିନ୍ଦାମାନେ ସେ ଦେଶର ଆସୋସିଏସନ୍ ଅଫ୍ ପଏଜନ୍ କଣ୍ଟ୍ରୋଲ୍ ସେଣ୍ଟରକୁ ଜଣାଇଥିଲେ। ଏମାନଙ୍କ ମଧ୍ୟରୁ ଅଶୀ ପ୍ରତିଶତ ପିଲାଙ୍କ ବୟସ ଛଅ ବର୍ଷରୁ କମ୍ ଥିଲା ଓ ମୃତ୍ୟୁ ନ ହେଲେ ମଧ୍ୟ ମରଣାନ୍ତକ ଅବସ୍ଥା ହୋଇଥିଲା। ଭିଟାମିନ୍ ଅପେକ୍ଷା ଧାତୁସାର ମାତ୍ରା ଅଧିକ ହେଲେ ଅଧିକ ବିପଦଜନକ ହୁଏ।